ମୋ ଅଳକା ମାର ଇଚ୍ଛା କ'ଣ ତୁମେ ପୂର୍ଣ୍ଣ କରୁଛ? ନିବୃତ୍ତ ରହି ମୁହଁପୋତିଲେ ଡାକ୍ତର। ତନୁ କହିଲା, କାହିଁକି ଆଉ ପଚାରୁଛନ୍ତି ମଉସା! ଦେଖୁନାହାନ୍ତି ମୌନହିଁ ସମ୍ମତିର ଲକ୍ଷଣ। ଖାଇବା ପାଖରୁ ଉଠିପଡ଼ିଲେ ଡାକ୍ତର। କହିଲେ, ମୁଁ ଆଉ ଖାଇବିନି। ବ୍ୟସ୍ତ ହୋଇପଡ଼ିଲେ ଅଳକା। କହିଲେ, ଇଏ କ'ଣ! କିଛି ଖାଇଲେନି? ମୁଁ କେତେ କଷ୍ଟକରି ଏ ସବୁ କରିଥିଲି। ପୁଣି ତନୁଆଡ଼େ ମୁହଁବୁଲାଇ କହିଲେ, ତନୁ, ତୁମରି ପାଇଁ ସେ ଖାଇଲେନି। କାହିଁକି ତାଙ୍କୁ ଏପରି କଥା କହି ବିରକ୍ତ କଲ, ଖାଇବା ପାଖରୁ ଉଠାଇଦେଲ?ତନୁ ଜିଭରେ ଟକର ଫୁଟାଇ ହସି ହସି କହିଲା, ନ ଖାଆନ୍ତୁ ସେ, ନୂଆବୋଉ। ମୋର କ'ଣ ଗଲା! ସେ ତ ମୋତେ କେତେଥର ଖାଇବା ପାଖରୁ ଉଠାଇଦେଇଛନ୍ତି। ଆଜି ଏବେ ମୁଁ ଟିକେ ସୁବିଧା ପାଇ ତାଙ୍କୁ ଉଠାଇଦେଲି, କ'ଣ ହୋଇଯାଉଛି ସେଠୁ? ମୋତେ କିନ୍ତୁ ଆଜି ଭାରି ଖୁସି ଲାଗୁଛି ଏପରି ସୁସ୍ୱାଦୁ ଖାଦ୍ୟ ପାଖରୁ ତାଙ୍କର ଉଠିଯିବା ଦେଖି। ଯାଃ, ତୁମେ ଭାରି ଦୁଷ୍ଟ, ତନୁ। ଆଉ ଆଜିଠୁ ମୋତେ ନୂଆବୋଉ ବୋଲି ଡାକୁଛ କାହିଁକି? କପଟ ରାଗରେ ମୁହଁ ଫୁଲାଇଲେ ଅଳକା। ତନୁ ବେଶ୍ ଆରାମରେ ଖାଇପିଇ ଉଠି ହାତଧୋଇ ଆସିଲା। କହିଲା, ଆଉ ନାନୀ ବୋଲି ଡାକିବି କାହିଁକି? ଭାଉଜ ଡାକଟା ଆଜିଠୁ ଅଭ୍ୟାସ କରିବା ଭଲ। ଭାଇନା ଆଡ଼େ ଚାହିଁ କହିଲା, ତୁମେ ବି ଭାଉଜ ଡାକିବାକୁ ଅଭ୍ୟାସ କରୁନ। ଜାଣିଲ ଭାଉଜ, ଭାଇନା ରାଗି ନିଆଁ ହୋଇଗଲେଣି। ଖାଲି ଏଠି ବୋଲି ସୁନାପୁଅ ପରି ବସି ରହିଛନ୍ତି। ଘରକୁ ଗଲେ ମୋ ଦଫା ରଫା କରି ଛାଡ଼ିବେ। ଯାହାହେଉ, ମୋର ଗୋଟାଏ ଆଜି ଶୁଭଦିନ। ଭାଇନାଙ୍କୁ ଚୁପ୍ କରି ବସାଇ ଦେବାର ସୁଯୋଗ ପାଇ ମନ ଆଜି ମୋର ବହୁତ ବହୁତ ଖୁସି। ମୁହଁ ଭାରିକରି ଡାକ୍ତର କହିଲେ, ହଉ, ବହୁତ ଖୁସି ହେଲ। ଏଥର ଚାଲ। ମଉସା, ଆମେ ଯାଉଛୁ ଏଥର। କାଲି ସକାଳେ ଆସିବି। ଚାଲିଗଲେ ଭାଇ-ଭଉଣୀ ଦୁହେଁ। କନକନାରାୟଣ ପାଟି କରି କହିଲେ, ତୁମର ବାପା-ବୋଉଙ୍କୁ ମୋର ନମସ୍କାର ଜଣାଇଦେବ। ତନୁକୁ ନେଇଆସୁଥିବ ବେଳେ ବେଳେ। ଅଳକା ମାଆ ମୋର ବଡ଼ ଏକୁଟିଆ ହୋଇଥାଏ।ଭାଇ-ଭଉଣୀ ଦୁହେଁ ମିଳାଇଗଲେ ଉତ୍ତୀର୍ଣ୍ଣ ସନ୍ଧ୍ୟାର ଗାଢ଼ ଅନ୍ଧକାରରେ। ବାପ-ଝିଅ ଦୁହେଁ ଚାହିଁରହିଲେ ତାଙ୍କରି ଯିବାବାଟକୁ। ପନ୍ଦର ଭାଇନା, ଭାଇନା, କବାଟ ଖୋଲି ଦେଖିବ ଆସ, ସାରା ଆକାଶଟା କିପରି ବହଳିଆ ମେଘରେ ଛାଇ ହୋଇଯାଇଛି। ଭାଇନା, ଦେଖ, ମୁଁ ଆଜି ଚଞ୍ଚଳ ଉଠିଛି। ଧେତ୍, ମୁଁ ଆଉ ଡାକି ପାରିବିନି। ବୋଉ ଆସି ତାଙ୍କ ଗେହ୍ଲା ପୁଅକୁ ଉଠାନ୍ତୁ। ମନେ ମନେ ସ୍ୱର୍ଗତୋକ୍ତି କଲା ପରି ଗୁଣୁ ଗୁଣୁ ହେଲା ତନୁ। ତାପରେ ନାଚି ନାଚି ତଳକୁ ଓହ୍ଲାଇଗଲା। ଅପରାଜିତା ଲୁଗା ଆଞ୍ଚଳରେ ହାତଟା ପୋଛୁ ପୋଛୁ ଏଆଡ଼କୁ ଆସିଥିଲେ। ଝିଅଟି ବିରକ୍ତି ଭରା ମୁହଁକୁ ଚାହିଁ ପଚାରିଲେ, ତୋର ପୁଣି କ'ଣ ହେଲା? ମୁହଁକୁ ସକାଳୁଟାରୁ ଏପରି ଭାରି କରୁ କାହିଁକି ?କାହିଁକି ପୁଣି! ତୁମ ଗେଲବସର ନନ୍ଦନଙ୍କୁ ଡାକିକି ଡାକି ଉଠିଲେନି। କି ନିଦରେ ବାପା ତୁ ସେମିତି ହଅନା, ମୁଁ ଯାଉଛି ଡାକିଦେବି। ଆଇଲୁ ମୋ ପାଖକୁ। ଆଖିର କଳାଗୁଡ଼ିକ ମୁହଁ ସାରା ନେସି ହୋଇଯାଇଛି। ଆ, ପୋଛିଦିଏ, ଆ। ବୋଉଙ୍କର କୋମଳ କଥା ଆଉ ସ୍ନେହ ସ୍ପର୍ଶରେ ତନୁର ଗରମ ମୁଣ୍ଡଟା ଥଣ୍ଡା ପଡ଼ିଗଲା। କହିଲା, ବୋଉ, ତୁମେ ତ କାଲି ରାତିରେ ମୋତେ କିଛି ପଚାରିଲନି? ମୌସୁମୀର ଫଟୋ ପାଇଲି କି ନାହିଁ, ଅଳକା କ'ଣ ସବୁ ମୋତେ ପଚାରିଲେ? ମୁଁ ଭାବିଥିଲି ମୁଁ ଆସୁ ଆସୁ ତୁମେ ମୋତେ ସବୁ କଥା ପଚାରି ବୁଝିବ। କିନ୍ତୁ ତୁମେ କିଛି ନ ପଚାରି ଏକଦମ ଚୁପ୍ ହୋଇ ରହିଗଲ। କାହିଁକି ପଚାରିଲନି? ଆରେ ତୁ ଓଲଟି, ତୁ ପରା ଘରେ ପଶୁ ପଶୁ ପ୍ରୀତି, ଅଶ୍ରୁ, ରେଖା ଏମାନେ ସବୁ ଆସି ପହଞ୍ଚିଲେ, ଆଉ ତୁ ଗପୁଡ଼ି ବହୁତ ରାତି ଯାଏଁ ତାଙ୍କ ସାଙ୍ଗେ ଗପିଲୁ। ପୁଣି ସେମାନେ ଯାଉ ଯାଉ କେତେ ରାତି ହୋଇଗଲା। ତାପରେ ତୁମେମାନେ ତ ଖାଇବସିଲ। ମୁଁ ଆଉ ପଚାରିଥାନ୍ତି କେତେବେଳେ? ଏଡ଼ୁଟିଏ ହେଲୁଣି ସିନା, ଛୁଆଙ୍କ ପରି ଖାଇ ସାରୁ ସାରୁ ତୁ ତ ଯାଇ ଶୋଇପଡ଼ୁ। ଛାଡ଼ ତୋ କଥା, କ'ଣ ହେଲା ସେ ଫଟୋ କଥା, କହିବୁଟି ?